ଆମ ପାଇଁ ଅଯସ୍ର ବିଶ୍ୱାସ ବହନ କରି ଆଣିବ। ଦେଶକୁ ରାନୀତିଚ୍ୟୁତ କରି ଯେଉଁମାନେ କେତେ ନା କେତେ ଆଡ଼ମ୍ବର ସହିତ ଆମକୁ ଏତେ ସରି କରାଇ ଆଣିଲେ ଓ ଦେଶର ସମ୍ପଦଗୁଡ଼ାକୁ ନିଜେ ସପରିବାର ଫୁଲିବାର ଅପକର୍ମରେ ନିୟୋଜିତ କଲେ ସେମାନେ ପଦାରେ ପଡ଼ିଯିବେ। ପୋଲାମାନେ ପୋଲା ଦିଶିବେ। ତାଙ୍କ ପଛରେ ଯେ ମଣିଷର ଉଦୟ କାମନା କରୁଥିବା ଜଣେ ବିଧାତା ସର୍ବଦା ମହଜୁଦ ରହିଛନ୍ତି ଓ ଆମର ସହଯୋଗ ଲାଭ କଲେ ସିଏ ଯେ ଆମ ସମସ୍ତଙ୍କୁ ଏକାବେଳେକେ କେତେ କିଆରୀ ଡ଼ିଆଁଇ ଆଗକୁ ନେଇଯିବେ ସେହି କଥାଟିର ପ୍ରମାଣ ମିଳିବ। ମେଷଧର୍ମ ଠାରୁ ବିଚାର ବଡ଼, ଦଳ ଠାରୁ ବିବେକ ବଡ଼, ମତ ଠାରୁ ସତ୍ୟ ଅଧିକ ବଡ଼ ଏବଂ ସର୍ବୋପରି ଜଣେ ଜଣେ ଅସୁରଙ୍କର ଯାବତୀୟ ସ୍ୱାର୍ଥପ୍ରଣୋଦିତ ଖଳସ୍ୱପ୍ନ ଠାରୁ ଏହି ଦେଶ ଏବଂ ତାର ନିୟତି ଅନେକଗୁଣ ଅଧିକ ବଡ଼, ଏହି କଥାଟିର ପ୍ରତ୍ୟୟ ଦେଇ ଯିଏ ଭାରତବର୍ଷରେ ଜନସମୂହ ପାଖରେ ଯାଇ ପହଞ୍ଚିବ, ଜନସମୂହ ତାକୁ ନିଜର ବୋଲି ଅବଶ୍ୟ ଗ୍ରହଣ କରିନେବେ। ସିଏ କୋଉ ଦଳର ବା କୋଉ ଦଳର ନୁହେଁ ସେ କଥା ଜାଣିବା ନିମନ୍ତେ ମୋଟେ ଅପେକ୍ଷା କରିବେ ନାହିଁ। ବିଗତ ଅଳ୍ପ କେତେ ବର୍ଷରେ ଦଳମାନେ ଗୋଟାଏ ଗୋଟାଏ ବରଗଛରେ ପରିଣତ ହୋଇଯିବାକୁ ଏପରି ପ୍ରଚଣ୍ଡ ଭାବରେ ଆଗଭର ହୋଇଯାଇଛନ୍ତି ଯେ ଆଖିରେ ଏହି ଦେଶ ବିଷୟରେ ସତକୁ ସତ କିଛି ସ୍ୱପ୍ନ ଓ କେତେକ ସଂକଳ୍ପ ନେଇ ବାହାରିଥିବା ବ୍ୟତିକ୍ରମମାନେ ସେହି ମହାଗୋଳଟା ଭିତରେ କୁଆଡ଼େ ଦବି ଯାଇଛନ୍ତି, ସତେଅବା ବାଧ୍ୟ ହୋଇ ପାଟି ବନ୍ଦ କରି ବସିଛନ୍ତି। ସେମାନେ ଯେଉଁସବୁ କାରବାର ହେଉଥିବାର ଦେଖୁଛନ୍ତି, ସେଥିରେ ସେମାନଙ୍କର ଆଦୌ ମନ ମାନୁନାହିଁ। ସେମାନେ ମଧ୍ୟ କ୍ଷମତାରେ ରହିବାକୁ ଇଚ୍ଛା କରୁଛନ୍ତି ତଥାପି ନିଜ ନିବେଦନ କ୍ଷେତ୍ରର ଗଭୀର ଆଗ୍ରହଗୁଡ଼ିକର ଭୂମିରେ ସେମାନେ ଭାରତବର୍ଷ ପାଇଁ ମଧ୍ୟ କିଛି ଘଟୁ ବା ହେଉ ବୋଲି ଇଚ୍ଛା କରୁଛନ୍ତି, ତସ୍କରମାନେ ହଟିଯାଆନ୍ତୁ ଏବଂ ତୋଷାମଦର ଅବସାନ ଘଟୁ ବୋଲି ସତକୁ ସତ ଇଚ୍ଛା କରୁଛନ୍ତି। ଉପସ୍ଥିତ ପ୍ରୟୋଜନଗୁଡ଼ିକର ଅନୁରୋଧରେ ସେମାନେ ତାମସାଗୁଡ଼ିକୁ ସହି ଯାଉଛନ୍ତି ସିନା ତଥାପି ଭିତରେ ଏକ ଅନ୍ୟ ଅସନ୍ତୋଷ ସେମାନଙ୍କୁ ଭାରି ଅଶ୍ୱସ୍ତି ଭିତରେ ଜାଳି ପୋଡ଼ି ପକାଇବାରେ ଲାଗିଛି। ଏକଦା ସୋଭିଏତ୍ ଋଷିଆରେ ଶ୍ରୀ ଗୋର୍ବାଚୋଭ୍ ଯେପରି ଆଉ ଆଗକୁ ସହି ପାରିଲେ ନାହିଁ ଓ ନିଜ ସିଂହାସନକୁ ନିଜେ ହିଁ ଚ୍ୟାଲେଞ୍ଜ କଲେ। ପ୍ରାୟ ସେହିପରି ଏକ ଅସନ୍ତୋଷ ଭାରତବର୍ଷରେ ମଧ୍ୟ କେତେକ ବ୍ୟକ୍ତିଙ୍କୁ ଅବଶ୍ୟ ଏପରି ଏକ ଗାର ଉପରେ ଆଣି ହାବୁଡ଼ାଇ ଦେବ, ଯେତେବେଳେ କି ସେମାନେ ନିଃଶଙ୍କ ହୋଇଯିବେ, ନିମିତ୍ତ ହେବାକୁ ରାଜି ହୋଇଯିବେ। ଏବଂ କେବଳ ନିମିତ୍ତ ହୋଇପାରୁଥିବା ଜଣେ ମଣିଷକୁ ଯଥାର୍ଥରେ ଜଣେ ନିର୍ମଳ ମଣିଷ ବୋଲି କୁହାଯାଇ ପାରିବ। ଭଗବାନ ସେହି ମନୁଷ୍ୟମାନଙ୍କୁ ଅଧିକ ବଳ ଦିଅନ୍ତୁ। ଭାରତୀୟ ରାଜନୀତିରେ ନାୟକ ଓ ଗଡ଼ନାୟକମାନେ ପଦ ଓ କ୍ଷମତାକୁ ଲାଳସା କରି କ୍ରମେ ବଡ଼ ଭୀରୁ ହୋଇ ପଡ଼ିଛନ୍ତି। ଏକଦା ଏକ ସଂଗ୍ରାମର ଫଳଶ୍ରୁତି ସ୍ୱରୂପ ଯେ ଭାରତବର୍ଷକୁ ଏହି ସ୍ଵାଧୀନତା ଆସିଥିଲା ସେ କଥା ଏହି ପୃଥୁଳମାନେ ପୂରା ଭୁଲିଗଲେଣି। ଅସଲ ରାଜନୀତି ପାଇଁ ସଂଗ୍ରାମ କେବେହେଲେ ସରେନାହିଁ। ଆତ୍ମକାମୀମାନେ ସେହି ପରବର୍ତ୍ତୀ ସଂଗ୍ରାମଗୁଡ଼ିକରେ ଭାଗ ନେବାର ନିମ୍ନତମ ଯୋଗ୍ୟତାକୁ ମଧ୍ୟ ହରାଇ ବସିଛନ୍ତି। ସେମାନଙ୍କର ଏହି ସବୁକିଛି ବ୍ୟକ୍ତିଗତ ଧନ ଓ କ୍ଷମତାର ପରାକ୍ରମ ସତ୍ତ୍ୱେ ସେମାନଙ୍କ ଉପରେ ଭାରି ଦୟା ହେଉଛି। ସେମାନେ ପଛରେ ରହିଯିବେ। ସେମାନଙ୍କ ଭିତରୁ ଯେଉଁ କତିପୟ ତଥାପି ନିଜ ଭିତରୁ ଖେଞ୍ଚା ପାଇ ନିଜ ବିବେକଟିର ସ୍ପନ୍ଦନଟିକୁ